'ଯମଦୂତ ଦଳ' ଏବଂ ତାଙ୍କର ଭୟଙ୍କର ଅତ୍ୟାଚାର; ମଣିଷ ଜୀବନ ନେବା ପାଇଁ ଟଣାଟଣି। '' ''ଯମଦୂତ ଦଳ! ହଁ,। ହଁ–ଖବରକାଗଜରେ କେବେ କିପରି ସେମାନଙ୍କ କଥା ପଢ଼ିଅଛି-। ସେମାନେ ତ ଅତି ଭୟଙ୍କର, ଖୁଣ୍ କରିବା ଯେପରି କି ସେମାନଙ୍କ ପେଶା। '' ''ଚୁପ୍, ଚୁପ୍ କହି'' ଲୋକଟା ଭୟରେ ଥରିଉଠିଲା। ପୁଣି ଥରେ କନ୍କନ୍ ହୋଇ ଚାରିଆଡ଼କୁ ଚାହିଁଦେଲା। ତା ମୁଖଭଙ୍ଗୀରୁ ଜଣାଗଲା, ଯଦି ତାଙ୍କ କଥାବାର୍ତ୍ତାରୁ ଟିକିଏ ହେଲେ କାହା କାନରେ ପଡ଼ିଥିବ, ତେବେ ତାର ମୃତ୍ୟୁ ଆଜି ନିଶ୍ଚୟ ଘଟିବ। ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ ସେ ଏହିପରି ଫୁସ୍ଫୁସ୍ କରି କହିଲା, ''ତୁମେ ତ ଆଚ୍ଛା ଲୋକ ହେ! ଖବରଦାର, ପଦାରେ ଏସବୁ କଥା ଏପରି ବଡ଼ ପାଟିରେ କେବେହେଲେ ଆଲୋଚନା କରିବ ନାହିଁ। ମନେ ରଖ, ଏଭଳି କଥାବାର୍ତ୍ତା କଲେ ଆଉ ଜୀବନ ଧରି ଏଠାରୁ ଫେରିବା ଅସମ୍ଭବ-। '' ''ମୁଁ ତ ସେମାନଙ୍କ କଥା କିଛି ଜାଣି ନାହିଁ''–ମ୍ୟାକ୍ମାର୍ଡ଼ୋ ଉତ୍ତର ଦେଲେ। ''ଜାଣି ନାହଁ ତ, ଚୁପ୍ଚାପ୍ ରହ। ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ କି ସେ ଦଳର ଗୁପ୍ତଚର ନାହାନ୍ତି। କେବେ କାହା ସହ କଥାବାର୍ତ୍ତା ହେଲାବେଳେ ମ୍ୟାକ୍ଜିଣ୍ଟି ନାମ ସାଙ୍ଗରେ ଏ ଦଳର କଥା ଉଠାଇବ ନାହିଁ–ଏହି କଥାଟି ଜୀବନର ବ୍ରତରୂପେ ଧରିନିଅ। ଦେଖ, ଏଇ ଗୋଟାକ ତୁମ ରହିବା ହୋଟେଲ। ଯାଅ, ଚୁପ୍ଚାପ୍ ହୋଟେଲ ଘରେ ଜାଗା ବାଛିନିଅ। '' ଏହା କହି ଲୋକଟି ଭୟରେ ଛନ୍ନଛନ୍ନ ହୋଇ ଚାରିପାଖ କୁ ଆଗ ଚାହିଁନେଲା ଏବଂ ପରେ ତରତର ହୋଇ ନିଜ ବାଟରେ ଚାଲିଗଲା। ସେ ହୋଟେଲର ମାଲିକଙ୍କ ନାମ ଶାଫ୍ଟର। ମ୍ୟାକ୍ମାର୍ଡ଼ୋ ପାହାଚରେ ଉଠିଯାଇ କବାଟର କଡ଼ା ବାଡ଼େଇଲେ। ଭିତରୁ ଗୋଟିଏ ସୁନ୍ଦରୀ ତରୁଣୀ ଆସି କବାଟ ଅଳ୍ପ ଫିଟାଇଦେଲା ଏବଂ ଦୁଆରମୁହଁରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ପଚାରିଲା, ''ଆପଣ ବୋଧହୁଏ ବାପାଙ୍କୁ ଖୋଜୁଅଛନ୍ତି। ସେ ଘରେ ନାହାନ୍ତି–ସହରକୁ ଯାଇଅଛନ୍ତି। '' ମ୍ୟାକ୍ମାର୍ଡ଼ୋ କହିଲେ, ''ହଁ, ତାଙ୍କୁ ହିଁ ତ ଖୋଜୁଅଛି। ତାଙ୍କ ବନ୍ଧୁ ମୋତେ ଏଠାକୁ ପଠାଇଅଛନ୍ତି, ଏଇଠି ରହିବା ପାଇଁ ମଧ୍ୟ କହିଅଛନ୍ତି। '' ତରୁଣୀଟି ତତ୍କ୍ଷଣାତ୍ କବାଟ ଫିଟାଇଦେଇ କହିଲା, ''ତା ହେଲେ ଭିତରକୁ ଆସନ୍ତୁ। ମୁଁ ତାଙ୍କ ଝିଅ। ମୋ ମା ନାହିଁ ନା, ତେଣୁ ଘରର ସବୁ କଥା ମୋତେ ହିଁ ବୁଝିବାକୁ ପଡ଼େ। '' ଏହା କହି ସେ ଆଗେଆଗେ ବାଟ କଢ଼ାଇ ନେଇଗଲା। ମ୍ୟାକ୍ମାର୍ଡ଼ୋ ପଛେପଛେ ଯାଉଯାଉ ତରୁଣୀର ସହଜ ସରଳ ଆତିଥେୟତାରେ ମୁଗ୍ଧ ହୋଇ ଯାଇଥିଲେ। ସେ ଘରଭିତରକୁ ଯିବା ସଙ୍ଗେସଙ୍ଗେ ତରୁଣୀ କବାଟ ବନ୍ଦ କରିଦେଲା। ପ୍ରଥମ ସାକ୍ଷାତ ବୃଦ୍ଧ ଶାଫଟର୍ଙ୍କ ସହିତ ମାକ୍ମାର୍ଡ଼ୋ କଥାବାର୍ତ୍ତା କରି ତାଙ୍କରି ଘରେ ହିଁ ରହିଲେ। ସେ ଘର ନୁହେଁ ତ ଗୋଟିଏ ବୋର୍ଡ଼ିଂ। ଆଗେ ଅବଶ୍ୟ ବୋର୍ଡ଼ିଂର ଖାତିର ଥିଲା ଅତି ବେଶୀ; ଆୟ ମଧ୍ୟ ଖୁବ୍ ହେଉଥିଲା। ମାତ୍ର ବୋର୍ଡ଼ିଂର ପରିଚାଳିକା ଶାଫଟର୍ଙ୍କ ସ୍ତ୍ରୀ ବର୍ତ୍ତମାନ ଆଉ ନାହାନ୍ତି; ଶାଫଟର୍ ମଧ୍ୟ ବୃଦ୍ଧ। ତେଣୁ ବୋର୍ଡ଼ିଂ ଚଳାଇବା ଆଉ ସମ୍ଭବ ହେଲାନାହିଁ। ଯାତ୍ରୀଙ୍କ ସଂଖ୍ୟା କମିଗଲା। ଏବେ ମାକ୍ମାର୍ଡ଼ୋ ସେହିଠାରେ ଆସି ଆଶ୍ରୟ ନେଲେ। ଦେଖୁ ଦେଖୁ ସେହି ଛୋଟ ସହରଟିରେ ତାଙ୍କର ବହୁତ ବନ୍ଧୁ-ବାନ୍ଧବ ଜୁଟିଗଲେ। ଯେଉଁସବୁ ଗୁଣ ଥିଲେ ମନୁଷ୍ୟ ସହଜରେ ଅନ୍ୟକୁ ଆକର୍ଷଣ କରେ, ଅପରିଚିତ ସହିତ ଶୀଘ୍ର ବନ୍ଧୁତା କରିପାରେ–ମ୍ୟାକ୍ମାର୍ଡ଼ୋଙ୍କଠାରେ ସେ ଗୁଣ ପୂରାମାତ୍ରାରେ